ତେଣୁ ସାଧାରଣ ଜନତା ମଧ୍ୟରେ ସଶସ୍ତ୍ର ବିଦ୍ରୋହର ଭାବ ଓ ବିଶ୍ୱାସ ଜାଗ୍ରତ କରାଇବା ଏବଂ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଆଦି ଯୋଗାଇ ଦେଇ ସେଥିରେ ଲୋକଙ୍କୁ ଶିକ୍ଷା ଦେବା ବା ସେ ପ୍ରକାର ଅସ୍ତ୍ର ନ ମିଳିଲେ ମଧ୍ୟ, ଯେଉଁ ଅସ୍ତ୍ର ଆଜି ସୁଦ୍ଧା ବହୁ ଅଞ୍ଚଳରେ ବ୍ୟବହୃତ ହେଉଛି, ଯଥା- ତୀର, ଧନୁ, ଟାଙ୍ଗିଆ ଇତ୍ୟାଦି ସେ ସବୁର ବ୍ୟବହାର ଶୃଙ୍ଖଳା ଭିତରେ ଉଦ୍ଦେଶ୍ୟ ସାଧନ ପାଇଁ ଶିକ୍ଷାଦେବା ହେଉଛି କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମ ପାଇଁ ଶାସନର କେନ୍ଦ୍ରମାନଙ୍କଠାରୁ ଦୂରରେ ସ୍ଥାନ ନିରୂପଣ କରିବା ସ୍ୱାଭାବିକ; କାରଣ ଯେ କୌଣସି ପ୍ରଚଳିତ ଶାସନ ଏ ପ୍ରକାର କାର୍ଯ୍ୟକ୍ରମକୁ ପ୍ରଶ୍ରୟ ତ ଦେବନାହିଁ ବରଂ ଦମନ କରିବାକୁ ଚେଷ୍ଟା କରିବ। ପ୍ରଚଳିତ ଶାସନର ଦମନ କରିବା ବିଭାଗ ହେଉଛି ପ୍ରଥମେ ପୋଲିସ ପରେ ଯାଇଁ ସୈନ୍ୟବିଭାଗ। ଏକ ପ୍ରଦେଶର ପୋଲିସ ଅନ୍ୟ ପ୍ରଦେଶରେ ବା ଏକ ଜିଲ୍ଲାର ପୋଲିସ ଅନ୍ୟ ଜିଲ୍ଲାରେ କାମ କରିବାରେ ସୀମାନ୍ତ ବା ଜିଲ୍ଲାର ସୀମାନ୍ତ ଅଞ୍ଚଳ ନିରୂପଣ କରିବା ସ୍ୱାଭାବିକ। କେବଳ ଜଙ୍ଗଳ ଅଞ୍ଚଳରେ ଯେ ରାସ୍ତା ଘାଟ ନାହିଁ ତାହା ନୁହେଁ। ଶାସନ କେନ୍ଦ୍ରମାନଙ୍କଠାରୁ ଦୂରରେ ଥିବା ବହୁ ଅଞ୍ଚଳ ପାଇଁ ରାସ୍ତା ଘାଟ ନାହିଁ। ଦୂର ଦୂରାନ୍ତ ଅଞ୍ଚଳକୁ ପୋଲିସ ଯିବା କଷ୍ଟକର ଓ ଅନେକ ଅଞ୍ଚଳକୁ ଯିବା ମଧ୍ୟ ସମ୍ଭବ ନୁହେଁ। ସେହି ଅଞ୍ଚଳ ମାନଙ୍କରେ ଯେଉଁମାନେ ବସବାସ କରୁଛନ୍ତି, ସେମାନେ ଆଦିବାସୀ ହେଉନ୍ତୁ ବା ଅନ୍ୟ ଯେ କୌଣସି ଜାତିର ଲୋକ ହେଉନ୍ତୁ ସେମାନେ ଶାସନ ଦ୍ୱାରା ତଥା ସାଧାରଣ ସମାଜ ଦ୍ୱାରା ଉପେକ୍ଷିତ ଓ ସେମାନଙ୍କ ମଧ୍ୟରେ ଦାବି ହାସଲ କରିବା ତ ଦୂରର କଥା, ଆଇନ ଅନୁସାରେ ଦାବି ଉପସ୍ଥାପିତ କରିବାର ମଧ୍ୟ ଜ୍ଞାନ ନାହିଁ। ଏ ଶ୍ରେଣୀର ଲୋକଙ୍କ ମଧ୍ୟରେ ଆଧୁନିକ ସଭ୍ୟତା ମଧ୍ୟ ପ୍ରବେଶ କରିନାହିଁ। ଉଦାହରଣସ୍ୱରୂପ ଯେଉଁ ଜାତିମାନଙ୍କୁ ବିଟ୍ରିଶ ସରକାର 'କ୍ରିମିନେଲ ଟ୍ରାଇବ' ଘୋଷଣା କରି ଆଖିଆଗରେ ରଖି ତାଙ୍କ କାମ ଚଳାଉଥିଲେ, ସେ ଜାତିମାନଙ୍କ ମଧ୍ୟରେ ଶିକ୍ଷା ସଭ୍ୟତା ବିସ୍ତାର ଦିଗରେ ଦୃଷ୍ଟି ଦିଆ ଗଲାନାହିଁ। ସେ କଟକଣା ଆଇନ ନ୍ୟାୟତଃ ଉଠାଇ ଦିଆହୋଇଛି। ଏ ଶ୍ରେଣୀର ଲୋକେ ଯେ କେବଳ ଆଦିବାସୀ ତାହା ନୁହେଁ। ବିହାର, ବଙ୍ଗ ଓ ଓଡ଼ିଶା ସୀମାନ୍ତରେ ମାଳ ନାମରେ ଏକ ଜାତି ଅଛନ୍ତି, ଯେଉଁମାନେ ସାହସୀ ଓ ଦଙ୍ଗାହଙ୍ଗାମା କରିବାରେ ଅଭ୍ୟସ୍ତ। ଏହି ଶ୍ରେଣୀର ଲୋକଙ୍କ ଭିତରେ ବହୁ ସଂଖ୍ୟାରେ ଉଚ୍ଚ ଶିକ୍ଷିତ, କଷ୍ଟସହିଷ୍ଣୁ, ଆଦର୍ଶରେ ଦୃଢ଼ ବିଶ୍ୱାସୀ ଓ ନିଷ୍ଠାପର କର୍ମୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ତ୍ୟାଗ ଓ କଷ୍ଟ କଥା ଶୁଣିଲେ ଓ ଜାଣିଲେ ମୁଣ୍ଡ ନଇଁନେବାକୁ ହୁଏ। ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଏମ: ଏ; ଏମ: ଏସ. ସି; ବି:ଏ, ଇଞ୍ଜିନିଅର, ଉଚ୍ଚ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦୂର ଗାଁ ଗହଳରେ ଅତି ସାଧାରଣ ଲୋକଙ୍କ ସାଙ୍ଗରେ ରହିଛନ୍ତି। ସେମାନଙ୍କ ସାଙ୍ଗରେ ମୂଲ ମଜୁରୀ ମଧ୍ୟ ଲାଗୁଛନ୍ତି। ଖଣ୍ଡେ ଲୁଙ୍ଗି ଓ ଖଣ୍ଡେ ଗାମୁଛା ଛଡ଼ା ଅନ୍ୟ କୌଣସି ଜିନିଷ ସାଙ୍ଗରେ ନାହିଁ, ଯାହା ଲୋକେ ଖାଉଛନ୍ତି ଓ ଯେପରି ଲୋକେ ଚଳୁଛନ୍ତି ସେଇଥିରେ ସେମାନେ ଚଳୁଛନ୍ତି। କିନ୍ତୁ ସେମାନଙ୍କ ପାଖରେ ବନ୍ଧୁକ ରିଭଲଭର ଆଦି ଅଛି। ସନ୍ଧ୍ୟାରେ ଗ୍ରାମବାସୀମାନଙ୍କୁ ପାଠ ପଢ଼ାଇବା, ଚଳଚ୍ଚିତ୍ର ସଙ୍ଗୀତ ପ୍ରଭୃତିରେ ଆମୋଦ ପ୍ରମୋଦ ଯୋଗାଇବା ଓ ମାଓସେତୁଙ୍ଗଙ୍କ ଉପଦେଶାବଳୀ ବୁଝାଇବା